ପିଲଗ୍ରମ ହୋଟେଲ୍ରୁ ଭିଡ଼ କମି କମି ଆସୁଛି। ଲଜିଂ ହାଉସ୍ର ବୋଡ଼ରମାନେ ବେଶ୍ ନିଶ୍ଚିନ୍ତରେ ନିଦ୍ରା ଯାଇଛନ୍ତି। ଦୋମହଲା କୋଠରୀର ଡନ୍ଲପ୍ଗଦି ଉପରେ ଶ୍ରାନ୍ତ କ୍ଳାନ୍ତ ହୋଇ ଶୋଇଛି ଚନ୍ଦ୍ରାବତୀ। ଆଜି ସେ ନୂଆ କରି ଯାଇଥିଲା ବାହାରକୁ। ହୋଟେଲର ଦେୟ ଦେବାକୁ ହାତ ପାତିଥିଲା ଅନେକ ଲୋକଙ୍କ ନିକଟରେ। କିନ୍ତୁ କେହି ରକ୍ଷା କରି ନ ଥିଲେ ଚନ୍ଦ୍ରାବତୀର ଅନୁରୋଧ। ଶୂନ୍ୟ ହାତରେ ଫେରି ଆସୁ ଆସୁ ଚନ୍ଦ୍ରାବତୀ ଭାବୁଥିଲା ହୋଟେଲ ମାଲିକ ବଳରାମ ମିଶ୍ରଙ୍କ କଥା। ତା'ପରେ। ତା'ପରେ କ୍ଳାନ୍ତ ହୋଇ ଚନ୍ଦ୍ରାବତୀ ପଡ଼ିଗଲା ବିଛଣା ଉପରେ। ଜାଣି ପାରିନି ଚନ୍ଦ୍ରାବତୀ କେତେବେଳେ କାଳ ନିଦ୍ରା ତାକୁ ଗ୍ରାସ କରି ଯାଇଛି... ଶୂନ୍ୟ ହାତରେ ହୋଟେଲକୁ ଫେରିଥିବା ବେଳେ କେବଳ ଚନ୍ଦ୍ରାବତୀ ସଂଗ୍ରହ କରିଥିଲା ହୋଟେଲର କୀଟଦ୍ରଷ୍ଟ ଇତିହାସ ପୃଷ୍ଠା ସେ ଅନେକ ଦିନର ସେ ଅନେକ ବିଗତର...। ଚନ୍ଦ୍ରାବତୀ... ଅନୁଭବ କରୁଛି ଚନ୍ଦ୍ରାବତୀ...। ସତେ ଯେମିତି ଠିକ୍ ହେମକାନ୍ତଙ୍କ ଭଳି କାହାର ଗରମ ନିଃଶ୍ୱାସ ତା'ର ବକ୍ଷ ଦେଶକୁ ଆନ୍ଦୋଳିତ କରୁଛି। ଉତ୍ତାପ ଦେଉଛି। ସତେଜ ହୋଇ ଉଠୁଥିଲା ଚନ୍ଦ୍ରାବତୀ। ସ୍ପଷ୍ଟରୁ ସ୍ପଷ୍ଟତର ହେଉଥିଲା ସେ ନିଶ୍ୱାସ। ଆଖି ଖୋଲିଲା ଚନ୍ଦ୍ରାବତୀ... ଏ କ'ଣ ଚତୁର୍ଦିଗ ଯେ କେବଳ ନିବିଡ଼ ଅନ୍ଧକାର!! ପିଲ୍ଗ୍ରିମ ହୋଟେଲକୁ ସେ ଏମିତି ଅନ୍ଧାରିଆ କେବେ ଦେଖି ନ ଥିଲା। ଏ ହୋଟେଲରେ ଦିନର ପାପଠାରୁ ରାତିର ପାପ ବେଶୀ ହେଉଥିଲା ବି ଆଲୁଅଟା କିନ୍ତୁ ପାପର ଭାଗୀଦାର ହୁଏନି। ସେଇଥିପାଇଁ ଦିନ ଭଳି ନିର୍ଭୟରେ ଜଳନ୍ତି ଏ ବିଜୁଳିବତୀଗୁଡ଼ିକ। ଶହରି ଉଠିଲା ଚନ୍ଦ୍ରାବତୀର ଦେହ। କାତର କଣ୍ଠରେ ଆର୍ତ୍ତନାଦ କଲା ଭଳି କହିଲା କିଏ? ''କିଏ ମୋ ବିଛଣାରେ? '' ପ୍ରୁତ୍ୟଥରେ ଚାପା ଚାପା କଣ୍ଠ ''ନାଁ ମୁଁ। '' ''କିଏ ଆପଣ? '' ଚନ୍ଦ୍ରାବତୀର କଣ୍ଠରେ ଦୃଢ଼ତା ''ଆରେ ମୋତେ କ'ଣ ଚିହ୍ନି ପାରୁନାହିଁ? '' ପୁଣି ସେହି ଚାପା ଚାପା କଣ୍ଠ ଝାମ୍ପମାରିଲା ଭଳି ଡେଇଁ ପଡ଼ି ବୁଝିଲି ଆଲୁଅଟା ଜାଳିଦେଲା ଚନ୍ଦ୍ରାବତୀ। ସ୍ତମ୍ଭୀଭୂତ ଠିଆ ହୋଇଗଲା କିଛି ସମୟ। ନିଜର ଆଖିକୁ ସେ ନିଜେ ମଧ୍ୟ ବିଶ୍ୱାସ କରି ପାରିଲାନି। ବୃଦ୍ଧ ବଳରାମ ମିଶ୍ର ପ୍ରେମିକ ଆଜି ଆସିଛନ୍ତି ତା'ର କୋଠରୀକୁ। ବେକରେ ମଲ୍ଲିହାର ଦେହରେ ସୁବାସିତ ସେଷ୍ଟ ସତେ ଯେମିତି ନାରୀ ମନ ଦୋହଲାଇବାପାଇଁ ଏଗୁଡ଼ିକ ଅବ୍ୟର୍ଥ ମହୋଷଧୀ। ଗଦ୍ଗଦ୍ କଣ୍ଠରେ ମିଶ୍ର କହିଲେ—''ନାଇଁ, କହିଥିଲେ ରାତିରେ ଟଙ୍କାପାଇଁ ଆସିବ। ସେଥିପାଇଁ ଆସିଥିଲି। ଦେଖିଲି ଆପଣ ଶୋଇଛନ୍ତି ତେଣୁ ଡା ଡରାଇ ଦେବି ବୋଲି ଆଲୁଅ। ଲିଭାଇ ଦେଇ '' କଥାରେ ବାଧା ଦେଇ ଓ ଓ ହୋଇ ହ ହସିଉଠିଲା ଚନ୍ଦ୍ରାବତୀ। ଏଇ କେତେଦିନ ଭିତରେ ସେ ଅନେକ ପୁରୁଷଙ୍କ ସହିତ ମିଶିଛି ଅନେକ ପୁରୁଷଙ୍କୁ ଆପଣାର କରିଛି... ପୁରୁଷଙ୍କ ସମ୍ୱନ୍ଧରେ ଜାଣିବା ପାଇଁ ଆଉ କ'ଣ ବାକି ଅଛି ତା'ର। ଏମିତି ଅନେକ ପୁରୁଷ ଆଳ ଦେଖାଇ ଆସନ୍ତି ପୁଣି ଅଳ୍ପ ସମୟ ମଧ୍ୟରେ ସବୁ କିଛି ଲୁଣ୍ଠନ କରିନେବା ପାଇଁ ଚେଷ୍ଟା କରନ୍ତି...। ସବୁ ଦେହପାତି ସହିନିଏ ଚନ୍ଦ୍ରାବତୀ। କିନ୍ତୁ ଏହା ବୋଲି କ'ଣ ଆଜି ସେ ବୃଦ୍ଧ ବଳରାମ ମିଶ୍ରଙ୍କ ଅତ୍ୟାଚାର ସହିବ? ଚନ୍ଦ୍ରାବତୀର ହୃଦୟରେ ଲୁଚି ରହିଥିବା କୋମଳ ନାରୀର ହଠାତ୍ପ୍ରତିବାଦ କରି ଉଠିଲା-। ଘାଉଲା ସିଂହୀ ଭଳି ସେ ଆକ୍ରମଣ କରିବାକୁ ଇଚ୍ଛାକଲା ବଳରାମ ମିଶ୍ରଙ୍କୁ। କିନ୍ତୁ... ପୁଣି ପରମୁହୂର୍ତ୍ତରେ କଥା ଚିନ୍ତା କରୁଛି ଚନ୍ଦ୍ରାବତୀ। ଟଙ୍କାରେ ଆଳ ଦେଖାଇ ଆସିଛନ୍ତି ବଳରାମ ମିଶ୍ର। ଟଙ୍କା ନ ଦେଲେ ସେ କଳି କରିବେ, ଜୋର କରି ବାଧ୍ୟ କରିବେ, ଶେଷକୁ ବେଜିତ୍ କରିବେ। ନାରୀର କୋମଳ ସ୍ପର୍ଶ ପାଇଁ ପୁରୁଷତ୍ୱ ଯେତେବେଳେ ଆଘାତ ପାଏ ସେତେବେଳେ ସେ କଠିନ ହୋଇଉଠେ। ନିଷ୍ଠୁର ହୋଇଉଠେ। ଠିକ୍ ସେହିଭଳି ବଳରାମ ମିଶ୍ର ଜୋର କରିବେ...। କି ପ୍ରତିବାଦ କରି ଉଧୁର ଯାଇ ଦେବ ତାଙ୍କ କବଳରୁ...? ଅସହାୟ ଭଳି ଠିଆ ହୋଇ ରହିଲା ଚନ୍ଦ୍ରାବତୀ ଇତସ୍ତଃ ହୋଇ ବଳରାମ ମିଶ୍ର କହିଲେ—ନାଇଁ ନାଇଁ ଆଉ ଆପଣ ଭାବୁଛନ୍ତି କ'ଣ ଟଙ୍କାଟା ଦେଇକି ଦିଅନ୍ତୁ ଆଉ ମୁଁ ଆପଣଙ୍କୁ ବ୍ୟସ୍ତ କରିବିନି। '' ବିଚାର କରୁଥିଲା ଚନ୍ଦ୍ରାବତୀ... ଚନ୍ଦ୍ରାବତୀର ଦେହର ମୂଲ୍ୟଠାରୁ ନିଶ୍ଚୟ ବଳରାମ ମିଶ୍ର ନିକଟରେ ଟଙ୍କାର ମୂଲ୍ୟ ବେଶୀ।